ତନୁଶ୍ରୀ କଣ୍ଠରେ କୃତ୍ରିମ କୋପ ଭରି କହିଲା ସତରେ ତୁ ଭାରି ମୁହଁ ଖୋରଣୀ। କେମିତି ତୁ ଏମିତି କଡ଼ା କଡ଼ି କଥା କହି ପାରୁଛୁ ଲୋ? ମୁଁ ଗୋଟେ କାହାରି ମୁହଁରେ ଏପରି କଥା କହି ପାରିବିନି। ମନକୁ ବାଧିଲେ କାନ୍ଦି ପକାଇବି ସିନା, ହେଲେ କଥା? ନା କଥା ମୁଁ କାହାକୁ କହି ପାରିବିନି। ତୁ କହିଲା ବେଳେ ମୁଁ ଆବାକ୍ ହୋଇ ତୋ ମୁହଁକୁ ଚାହିଁ ରହିଥିଲି। ଗମ୍ଭୀର ହୋଇଗଲା ପ୍ରୀତି, କହିଲା ତୁ ଜାଣିନୁ ତନୁ, ଏପରି କହି ନ ପାରିଲେ ଦୁନିଆର ତୁ ଚାଲି ପାରିବୁନି। ସେହି ତତେ ମଥା ଟେକି ଚଳାଇ ଦେବେନି। ତୋ ପାଖରେ ଯଦି କଥାର ଠେଙ୍ଗା ନ ଥାଏ, ତାହେଲେ ତାଙ୍କରି କଥାର ଠେଙ୍ଗା ତୋ ମୁଣ୍ଡରେ ଥରକୁ ଥର ପଡ଼ୁଥିବ। ତୁ ଆଉ ଭୂଇଁରୁ ଉଠି ପାରିବୁନି। ବୁଝିଲୁ? ଅନ୍ୟମନସ୍କ ଗଳାରେ ତନୁଶ୍ରୀ କହିଲା ହେଁ ଲୋ, ତୁ ଯାହା କହୁଛୁ ସେଇଆ ହୁଏତ ଠିକ୍। ହେଇଟି ଲୋ ପ୍ରୀତି, ଡାକ୍ତର ମଉସାଙ୍କ ଘର ଦିଶିଲାଣି। ଦୁହେଁ ଯାଇ ପଶିଗଲେ ତାଙ୍କର ସେଇ ଡାକ୍ତର ମଉସାଙ୍କ ଘରେ। ତିରିଶି, କନକନାରାୟଣ ଚୌଧୁରୀଙ୍କ ଘର। ହୁଳହୁଳି ଆଉ ଶଙ୍ଖ ମହୁରୀରେ କମ୍ପି ଉଠୁଛି ଚୌଧୁରୀଙ୍କ ତ୍ରିତଳ ପ୍ରାସାଦ। ବେଦୀ ଉପରେ ବରକନ୍ୟାଙ୍କ ହାତଗଣ୍ଠି ପଡ଼ିଲା, ମୌସୁମୀଙ୍କ ପିତା କନ୍ୟାଦାନ କଲେ। କର୍ମବ୍ୟସ୍ତ ଅଳଙ୍କାର କାନରେ ଯେପରି ଏ କଥା ପଡ଼ିଛି, ସେଇ ସାଙ୍ଗେ ସାଙ୍ଗେ ଭୂଇଁ ଉପରେ ଲୋଟି ପଡ଼ିଲେ ସିଏ। ତା' ପରେ ଅଜ୍ଞାନ ହୋଇଗଲେ। ଯେତେ ବୋହୂ ଝିଅ ଜମା ହୋଇଥିଲେ ସମସ୍ତେ ବ୍ୟସ୍ତ ହୋଇ ପଡ଼ିଲେ। ଅଳକାଙ୍କ ଚେତା ଫେରାଇ ଆଣିବାର ଚେଷ୍ଟାରେ ଲାଗି ପଡ଼ିଲେ ସେମାନେ। ଆଉ ଅଳଙ୍କାରଙ୍କ ଅଜ୍ଞାନ ହେବା କଥା ତୁଣ୍ଡରୁ ତୁଣ୍ଡ ହୋଇ ଅନ୍ଦର ମହଲା ଭିତରୁ ବାହାରି ଆସିଲା ବିବାହ ମଣ୍ଡପ। ସେଇ କଥା ଶୁଣି ଚମକି ପଡ଼ିଲା ମୌସୁମୀ। ଗୋଟିଏ ହାତରେ ହାତେ ଲମ୍ବର ଓଢ଼ଣାକୁ ଟେକି ଦେଇ ଘର ଆଡ଼କୁ ଚାହିଁ ଦେଲା ସିଏ। ପଛପଟେ ଗଦା ହୋଇଥିଲେ କେତେଗୁଡାକ ବୋହୂ ଝିଅ। ସମସ୍ତେ ଘେରି ବସିଥିଲେ ମୌସୁମୀକୁ। ସେଇମାନଙ୍କ ଭିତରୁ କିଏ ଜଣେ ଚଞ୍ଚଳ ହାତରେ ସାଙ୍ଗେ ସାଙ୍ଗେ ପୁଣି ଟାଣି ଦେଲେ ମୌସୁମୀର ମଥାରେ ଓଢ଼ଣାଟା। ବେସ୍ତ ଗଳାରେ କହି ଉଠିଲେ ଛି, ଛି, ସଭାମଣ୍ଡପରେ ବସି ମୁଣ୍ଡକୁ କିଏ ଲୁଗା କାଢ଼େ? ନିରୁପାୟ ମୌସୁମୀ ମଥା ପୋତିଲା। ଆଖିରୁ ତା'ର ଝରି ଆସିଲା ଧାର ଧାର ଅଶ୍ରୁ। ସେ ସିନା ଧାଇଁ ଯାଇ ଦେଖି ପାରିଲାନି ତା'ର ପ୍ରାଣର ଭାଉଜକୁ, ହେଲେ ଆଖିରୁ ଅଶ୍ରୁ, ବୁକୁରୁ ମଥା ବ୍ୟଥାକୁ ରୋକିବ କିଏ? ତୀର ବିନ୍ଧା କପୋତୀ ପରି ଛଟପଟ ହେବାକୁ ଲାଗିଲା ମୌସୁମୀ। ତା'ର ସେଇ କାନ୍ଦ ଦେଖି କାହାରି ଆଖି ଶୁଖିଲା ରହିଲାନି। ପୁରୁଷଠୁ ସ୍ତ୍ରୀଲୋକ ଯାଏ ସମସ୍ତେ ମୌସୁମୀର ଯନ୍ତ୍ରଣାକୁ ଅନୁଭବ କଲେ ନିଜ ଛାତିରେ। କାନ୍ଦୁଥିଲା ମୌସୁମୀ। ଫୁଲି ଫୁଲି କାନ୍ଦୁଥିଲା ସିଏ। ତା'ର ସେହି କୋହ ଲାଗି ସାରା ଦେହ ତା'ର ଦୋହଲୁଥିଲା। ସେଇ ଦୋଳନରେ ମଥାର ମୁକୁଟ ମଧ୍ୟ ଝୁଲି ଲାଗିଥିଲା ଅଦ୍ଭୁତ ଏକ ଭଙ୍ଗୀରେ। କ୍ଷଣିକ ଲାଗି ଯେତେବେଳେ ମୌସୁମୀ ଓଢ଼ଣାଟି ତୋଳି ଧରିଥିଲା, ଠିକ୍ ସେତିକିବେଳେ ମନୋରଞ୍ଜନ ଦେଖି ପକାଉଥିଲେ ମୌସୁମୀର ଚନ୍ଦନଚର୍ଚ୍ଚିତ ମୁଖମଣ୍ଡଳଟି। ସେଇ ଛୋଟ ମୁହଁଟି ଭୀଷଣ କରୁଣ ଦିଶୁଥିଲା। ତା' ପରେ ତା'ର କାନ୍ଦଣା ଦେଖି ବିଳପି ଉଠିଲା ମନୋରଞ୍ଜନଙ୍କର ନରମ ମନଟି। ଅଳକାଙ୍କ ଚେତା ଆସିବା ପରେ ପରେ ସେ ଖାଲି କାନ୍ଦି ଲାଗିଛନ୍ତି। ଯିଏ ଯେତେ ବୁଝାଇଲେ ମଧ୍ୟ ମନ ତାଙ୍କର ବୁଝୁନି। ଅଧିକରୁ ଅଧିକ କୋହ ଉଠାଇ ସେ ଖାଲି କାନ୍ଦି ଲାଗିଛନ୍ତି। ରାଧା ତ ବୁଝାଇ ଥକି ଗଲାଣି। ତଥାପି ଅଳକା କିଛି ବୁଝିବାକୁ ନାରାଜ। ତାଙ୍କର ଶାଶୂଘରର ଆଉ ବାପଘରର ସବୁ ଲୋକ ମିଶି ଏଇ ଘରଟାରେ ଏକାଠି ହୋଇଛନ୍ତି। ଘରଟା ଦମ୍ ଦମ୍ ହୋଇ ଉଠୁଛି। ଶୁଭେନ୍ଦୁ ଆଉ ନୀଳେନ୍ଦୁ ଆସିଛନ୍ତି। ଦୁଇ ବୋହୂ ବି ଆସିଛନ୍ତି। ଶୁଭେନ୍ଦୁଙ୍କ ପୁଅ ଟୁଟୁ, ନୀଳେନ୍ଦୀଙ୍କ ଝିଅ ରୀତା, ଅଳକାଙ୍କ ପୁଅ ଟୁଲୁ ଏମାନଙ୍କ ପାଖେରେ ପାଇ କନକନାରାୟଣଙ୍କର ଆନନ୍ଦର ସୀମା ନାହିଁ। ଦେହ ତାଙ୍କର ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଯେଉଁ ଟିକକ ଦୁର୍ବଳତା ତାଙ୍କ ଭିତରେ ଅଛି, ସେତକ ଟୁଲୁ, ଟୁଟୁ, ରୀତା ଏମାନଙ୍କ ମନରେ ସବୁଜିମା ତଳେ ଚାପି ହୋଇ ଯାଇଛି। ସୂର୍ଯ୍ୟକାନ୍ତ ଏକମାତ୍ର ଭଉଣୀର ବିଚ୍ଛେଦରେ ମ୍ରିୟମାଣ ହୋଇ ପଡ଼ିଥିଲେ। ବିଷନ୍ନ ମନରେ ସେ ଘୂରି ବୁଲୁଥିଲେ ବଗିଚାର ଅନ୍ଧାରିଆ ଜାଗାମାନେ ଦେଖି। ଆଖି ଆଗରେ ବାର ବାର ଭାସି ବୁଲୁଥିଲା ମୌସୁମୀର ଅଶ୍ରୁଳ ଛୋଟ ମୁହଁଟି। ହୃଦୟ ତାଙ୍କର ବାହୁନି ଉଠୁଥିଲା। ଜୋଇଁବାବୁ।